ଏକେତ ଗଣେଶ ବାବୁ ମିନତର ଗୁଣ ବର୍ଣ୍ଣନାରେ ଶତମୁଖ ଥିଲେ, ସେଥିରେ ପୁଣି ପୁଅଟି ମିନତ ବିନା ଦଣ୍ଡେ ନିଜ ମା' ପାଖକୁ ଆସିଲା ନାହିଁ। ଏଥିରେ ମା'ମନ ବୁଝନ୍ତା କେଉଁଠି। ସେ ମିନତିକୁ ଦେଖେଇ ଶୁଣେଇ ଗାଳି ଦବାରେ ଲାଗିଗଲା। ପହିଲେ ପହିଲେ ସ୍ୱାମୀଙ୍କୁ ଓ ପୋଇଲୀ ପରିବାରୀଙ୍କୁ ଲୁଚେଇ ଲୁଚେଇ ଗାଳି ଦିଆଯାଉଥିଲା। ପରେ ପରେ ସଭିଙ୍କ ଆଗରେ ଉର୍ତ୍ସନା ଦିଆଗଲା, ଅଭାଷା ବି କୁହାଗଲା। ଅକଥା ଶୁଣି ଶୁଣି ପୁଣି ଦୁର୍ବଳ ହେଲା। ସେ ପୁଅକୁ ନିଜ ପାଖକୁ ଆଣିବାକୁ ଭୟକଲା। ପୁଅକୁ ତାରି ଆଗରେ ମା' ତାର ଭର୍ତ୍ସନା କରି ପ୍ରହାର କରିବାର ସେ ଦେଖି ସହି ପାରିଲା ନାହିଁ। ଏଥିରେ ମିନତି ଦବିଗଲା। ତାର ସ୍ୱାସ୍ଥ୍ୟ ପୁଣି ଚହଲି ଉଠିଲା। ଜଗତ ପ୍ରତି ତାର ବିତୃଷ୍ଣା ଜାଗରିତ ହେଲା। ଚନ୍ଦ୍ର ମୁଖଟିରେ ତାର କ୍ରମେ କ୍ରମେ କାଳିଆ ଦେଖାଗଲା। ବିତଶ୍ରଦ୍ଧ ହେଲା ମିନତ ଜୀବନଧାରଣ ପ୍ରତି। ମିନତକୁ ଦୂରେଇବାର ଦେଖି ପିଲାଟି ଝୁରି ଝୁରି ଦୁର୍ବଳ ହେଲା। ଖାଇବା ପିଇବା ଛାଡ଼ିଦେଲା। ଏଥିରେ ମା' ରୁଦ୍ର ମୂର୍ତ୍ତି ଧାରଣା କରି ଭାବିଲା ମିନତ ଏ ସମସ୍ତ ଅଘଟଣ ମୂଳରେ ଓ ସେ ପିଲାଟିକୁ ଶୋଷିଦେବ। ଏକଥା ଶୁଣି ମିନତ ଖାଦ୍ୟ ଛାଡ଼ିଦେଲା। ଶେଯରେ ଶୋଇ ରହିଲା। ଯିଏ ଯେତେ କହିଲେ ଶୁଣିଲା ନାହିଁ। ଗତ୍ୟନ୍ତର ନ ଦେଖି ଗଣେଶବାବୁ ପୁଅଟିକୁ ବୁଝାଇଲେ। ପୁଅ ଥରିଲା ହାତରେ ମିନତକୁ ଦୁଧ ପିଇବାକୁ ଦେଲା। କାନ୍ଦି କାନ୍ଦି ଅଳି କଲା। ମିନତ ପୁଅ ପାଖରେ ହାର ମାନିଲା, ଢୋକେ ଦୁଧ ପିଇବା ସଙ୍ଗେ ସଙ୍ଗେ ଥୋକେ ରକ୍ତ ତଳେ ପଡ଼ିଗଲା। ଶୁଖିଲା ମୁହଁରେ ଟିକିଏ ହସ ହସି ଦେଇ ସେ ସ୍ୱାମୀଙ୍କ କୋଡ଼ରେ ମୁଣ୍ଡ ଥୋଇ ଶେଷ ନିଶ୍ୱାସ ତ୍ୟାଗ କଲା। ଫୁଲର ସୌରଭ ଚାଲିଗଲା। ହେଲେ ତାର ଯାହା ସତ୍ୟ-ଶିବ-ସୁନ୍ଦର ତାହା ଅମର ହୋଇ ରହିଲା। ସମସ୍ତେ ମିନତ ଗୁଣ ଗାଇ ଲାଗିଲେ। ବରଂ ମା'ବ କହିଥିଲେ-ଏ ରାକ୍ଷସୀ ଏଠୁ ଯାଉ। ଏ ଅଲକ୍ଷଣୀ ଏ ଘରେ ରହିଲେ ବାଘ ଘରେ ମିରିଗ ନାଟ କରିବେ, ମୋ ପୁଅକୁ ଏ ଅବାଟକୁ ନେବ। ମୋ ଘର ଭାଙ୍ଗିବ-ଆଉ କେତେ କଣ କହିବାକୁ ଯାଉଥିଲେ, ଅଥଚ ତଡ଼ିତ୍ ବେଗରେ ଗର୍ଜନ କରି କହିଲା-ଛି, ଛି, ତୁମେ ମାଆ ନ ହୋଇଥିଲେ ତୁମ ତୋଟି ଚିପି ମାରି ଦେଇଥାଆନ୍ତି। ତୁମେ ମୋର ମା' ନୁହଁ, କେବଳ ଗର୍ଭଧାରଣୀ ମାତ୍ର। ଜନ୍ମ କଲ, ସେତିକି, ଆଉ କ'ଣ କରିଚ? ଯେଉଁ ଜନନୀ ସ୍ୱସୌନ୍ଦର୍ଯ୍ୟ ନଷ୍ଟ ହେବା ଭୟରେ ଅମୃତ ନିଃସ୍ୟନ୍ଦିନୀ ସ୍ତନ୍ୟକୁ ପୁଅକୁ ଦେବାରେ ବିମୁଖ ଯେଉଁ ଲୋକ ପୁତ୍ରସେବା ତ୍ୟାଗ କରି ନାମ ବା ଖ୍ୟାତି ପାଇଁ ସମାଜରେ ବ୍ୟାକୁଳତା ପ୍ରକାଶ କରେ, ଯେଉଁ ଜନନୀ ଏକମାତ୍ର ସନ୍ତାନକୁ ହସି ହସି ମୁଠା ମୁଠା ଟଙ୍କା ପାଇଁ ଯୁଦ୍ଧକ୍ଷେତ୍ରକୁ ପଠାଇ ପାରେ ସେ ଜନନୀ-ଆଉ ଏ ନାରୀ, ଦୟା, ସେବା, କ୍ଷମା, ଦାନ, ଧର୍ମ ଆଦିର ପ୍ରତିମୂର୍ତ୍ତି, ସେ ପୁଣି ରାକ୍ଷସୀ? ଲଜ୍ଜା ଲାଗେ ମୁଁ ଏପରି ପେଟରୁ ଜନ୍ମ ହେଲି କିପରି? ଏଇତକ ଶୁଣି ମା କହିଥିଲେ-ତୁ ତେବେ ତା ପୁଅ, ମୋର ନୁହେଁ, ତୁ ତା ସହିତ ଯାଅ-। ଏ ଘରଦ୍ୱାର ତୋ ପାଇଁ ମନା। ତଡ଼ିତ୍ ହସି ହସି ସେଇଠି ବାପ ମା'ଙ୍କୁ ମୁଣ୍ଡିଆଟିଏ ମାରି ଧାଈ ମା'ଙ୍କ ମନା ସତ୍ତ୍ୱେ